ଏମାନେ ହେଲେ ବାଉଁଆ ଲୋକ–ଅର୍ଥାତ୍ ଅନ୍ୟାୟ ବିରୁଦ୍ଧରେ କଥା କହିବାର ଅଭ୍ୟାସ ଅଛି। ପଚାର ତାଙ୍କୁ ଯେ ଓଡ଼ିଆ ସାହିତ୍ୟିରେ ମନ୍ତ୍ରୀ ଆଶ୍ରିତ ସାହିତ୍ୟ ଯେ ବିଷ ପରି ଉପରେ ରହି ଓଡ଼ିଆ ପାଠକମାନଙ୍କ ଆଗରୁ ଜୀବନର ଉତ୍ସ ସୂର୍ଯ୍ୟ କିରଣକୁ ଢାଙ୍କି ଅଲଗା କରି ଦେଲାଣି–ଏହି ବିଷୟରେ ସେମାନେ କି ଆଭିମୁଖ୍ୟ ଦେଖାଇଛନ୍ତି? କେହି କେହି ଆସି କଳିଷଠାକୁ ଆଖିମିଟିକା ମାରି ପାଞ୍ଚ ଦଶବର୍ଷ ଠକିଲେଣି। ମରଣୋତ୍ତର ସମ୍ମାନ ତାଙ୍କୁ ହାତ ଠାରି ଡାକୁଛି। କିଛି ନ ହେବାର କଥା ଥିଲାବେଳେ ଓଡ଼ିଆ ସାହିତ୍ୟର ବନ୍ଦନୀୟ ହୋଇ ଗୌରବ ପାଇଲେ। ସେମାନେ ଯେଉଁ ପନ୍ଥାର ପଥିକ ହୁଅନ୍ତୁ ଯାଏ ଆସେ ନାହିଁ–ଅନ୍ତତଃ ଥରେ କହିଯାନ୍ତୁ ଓଡ଼ିଆ ସାହିତ୍ୟ ତାଙ୍କପାଇଁ ଅଭିଶପ୍ତ ହେଲା କି ନାହିଁ? ନା, ତାଙ୍କର ସାଧନା ପାଇଁ ଆଜି ଓଡ଼ିଆ ସାହିତ୍ୟ ଅଭିନନ୍ଦିତ? ରାଜା ଜମିଦାରମାନେ ତୋଟା, ପୋଖରୀ, ନଈରେ ଘାଟ, ମଠ ମନ୍ଦିର କରିଥିଲେ। ଆମେ ସେମାନଙ୍କୁ ବାହାର କରି ଦେଇଛୁ। ସାହାବମାନେ ଏହି ଭାଷା ଓ ସଂସ୍କୃତିକୁ ଲୋକଲୋଚନକୁ ଆଣି ଜୀବନ୍ୟାସ ଦେଇଥିଲେ। ଓଡ଼ିଶାରେ ବୋଧହୁଏ ଦି'ଜଣ ସାହାବ ନାହାନ୍ତି-। ତେଣୁ ଯେଉଁ ବରେଣ୍ୟ ସାହିତ୍ୟିକମାନେ ତାଙ୍କର ଅବସର ବେଳାରେ ଓଡ଼ିଆ ସାହିତ୍ୟକୁ ଶ୍ରୀମନ୍ତ କରି ଯାଇଛନ୍ତି ତାଙ୍କୁ ଆମେ କି ପ୍ରକାର ପୁରସ୍କାର ଦେବୁ? ବିଲାତର ଲାଙ୍କାସାୟାରର ଲୁଗାକଳ ମାଲିକମାନେ ମହାତ୍ମା ଗାନ୍ଧୀଙ୍କୁ ଏହି କଥା ପଚାରିଥିଲେ। ମହାତ୍ମାଜୀ କହିଥିଲେ–ହଁ, ତମେମାନେ ଭାରତବର୍ଷ ପାଇଁ ଅନେକ କଥା କରିଛ। ଆମେ ତୁମକୁ ଗରିବର ଆଶୀର୍ବାଦ ଛଡ଼ା ଆଉ କିଛି ଦେଇପାରିବୁ ନାହିଁ। ସେମାନେ ମଧ୍ୟ ଏହା ଉପରେ ଆଉ ପ୍ରଶ୍ନ କରି ନାହାନ୍ତି। କୋଡ଼ିଏବର୍ଷ ପରେ ଆପଣା ଇଜ୍ଜତ ଆପେ ରଖି ଚାଲିଗଲେ। ଏହି ପର୍ଯ୍ୟାୟରେ ଆଜି ଓଡ଼ିଆ ସାହିତ୍ୟିକମାନଙ୍କୁ ପଚରାଯାଉ ସେମାନେ କ'ଣ ମାଗୁଛନ୍ତି? ଆମେ ଚାହୁଁଛୁ ଯେ ଓଡ଼ିଆ ସାହିତ୍ୟ। ଓଡ଼ିଆଙ୍କର ଜୀବନରେ ଜୀବନ୍ତ କାବ୍ୟ ହେଉ। ସେମାନେ ଏହି କାବ୍ୟକୁ ତାଙ୍କର ଗଳ୍ପ, ଉପନ୍ୟାସ, କବିତା, ସନ୍ଦର୍ଭ, ନିବନ୍ଧ ଓ ନାଟକରେ ବୁଝାଇ ଦିଅନ୍ତୁ। ନାଟ୍ୟକାର ମନୋରଞ୍ଜନଙ୍କୁ ଓ ଗାଳ୍ପିକ ଓ ତାତ୍ତ୍ୱିକ ମନୋଜ ଦାସଙ୍କୁ ପଚରାଯାଉ। ସେମାନେ କେଉଁଠି କେମିତି ଓଡ଼ିଆ ସାହିତ୍ୟର ଗତି ପଥରେ ଏହି ଓଡ଼ିଶାର ଓଡ଼ିଆ ଚିତ୍ର ଦେଲେ-। ପ୍ରତିବେଶୀଙ୍କର ଦାବୀ ଆଗରେ ଓଡ଼ିଶାର ଦାବୀ ଗୌଣ ନୁହେଁ–ଏକଥା କେତେବେଳେ କେଉଁଠି ଶୁଣାଇଲେ? ଆମେ ଯେ ଗରିବ ହୋଇ ସୁଦ୍ଧା ମନର ମହତ୍ତ୍ୱରେ ମହୀୟାନ–ଏତକ କେଉଁଠି ଦେଖାଇଲେ? ଏହି ସବୁ କ'ଣ ପାଠକ ଦେଖାଇବ ଲେଖକଙ୍କୁ–ନା, ଲେଖକ ଦେଖାଇବ ପାଠକକୁ? ଅନ୍ତତ ଏଇ ପ୍ରଶ୍ନର ଉତ୍ତର ପାଇଁ ଆମେ ଆଶାବାଦୀ ହେବାର କାରଣ ଅଛି। ସେମାନଙ୍କର ମତ ଯେ ଲେଖକର ସ୍ଥାନ ପାଠକଠାରୁ ଉଚ୍ଚରେ ରହିଛି। ପାଠକ ଖାଲି ନିର୍ଦ୍ଦିଷ୍ଟ ଆଧୁନିକ ବା ପୁରାତନ ଲେଖକର ଲେଖାକୁ ପଢ଼ି ମସଗୁଲ ହେଉଥିବ–ଏପରି ଆଶା ରଖିବା ବେକୁବି। ଯିଏ ପ୍ରତିଦିନ ସ୍ତ୍ରୀ'ସଙ୍ଗ ଖୋଜେ ସେହି ମଧ୍ୟ ଅଫିସର ମହିଳା କର୍ମଚାରୀକୁ ଖୋଜେ ନ ହେଲେ ରିକ୍ସାବାଲା ଜରିଆରେ ସ୍ୱାଧୀନା ମହିଳା ଖୋଜେ। ଯିଏ ବ୍ରାଣ୍ତି ପିଏ ସେହି ତାଡ଼ି ପିଏ। ସିଗାରେଟ୍ ଅଭ୍ୟାସ କରିବା ଲୋକ ବିଡ଼ି ଖାଏ। ସେମିତି ପାଠକ ତ' ପଢ଼ିବା ଅଭ୍ୟାସ କରିଛି–ସେ ଖାଲି ବାଛି ବାଛି ତମେ ଓ ତାଙ୍କୁ ଧରି ବସିବ କାହିଁକି? ସେ ଭଲ ଖରାପ, ନୂଆ ପୂରୁଣା, ପ୍ରାଚୀନ ଆଧୁନିକ, ସ୍ୱାଭାବିକ ଓ ଉଦ୍ଭଟ ସବୁ ପଢ଼ିବ। ତେଣୁ ତମେ ଲେଖକ